ନିରାକାର କହିଲା-ନା! ଅନେକ ପ୍ରସ୍ତାବ ଆସିଛି। ଖୁବ୍ ଭଲ ପ୍ରସ୍ତାବ; କିନ୍ତୁ ତାଙ୍କର ଗୋଟିଏ ଜିଦ୍ ସେ ବିଭା ହେବେନି। ଆମେ କେହି ତାଙ୍କ ବିବାହ କଥା ଉଠାଇଲେ, ସେ ରାଗି ଯାଆନ୍ତି। ସେଥିପାଇଁ ତାଙ୍କ ପାଖରେ ଏ କଥା। ତାଙ୍କର କୌଣସି ପିଅନ ମାସକୁ ପାଞ୍ଚଶହରୁ କମ୍ ନିଅନ୍ତି ନାହିଁ। ଓଡ଼ିଶା, ବଙ୍ଗଳା, ମଧ୍ୟପ୍ରଦେଶ ଆଉ ଅନ୍ୟାନ୍ୟ ରାଜ୍ୟରେ ଯେଉଁଠି ବଣ ପାହାଡ଼ ପର୍ବତ ରହିଛି, ସେ ସବୁକୁ ସେ ତାଙ୍କର ସମ୍ପତ୍ତି କରିନେଇଛନ୍ତି। ଧାତୁ ଦ୍ରବ୍ୟର ଖଣିର ସେ ମାଲିକ। ଟ୍ରକ୍ ସଂଖ୍ୟା ଶହ ଶହ, ମଟରଗାଡ଼ି ସେହି ସଂଖ୍ୟାର ହେବ। କର୍ମଚାରୀ ହଜାର ହଜାର। ଆଧୁନିକ ବିଜ୍ଞାନ ଯେତେ ପ୍ରକାର ସୁଖସ୍ୱାଚ୍ଛନ୍ଦ୍ୟ ଦେଇପାରେ, ସେ ସବୁ ଆଜ୍ଞାରାମଙ୍କ ପାଖରେ ରହିଛି। ଯନ୍ତ୍ରକୁ ସେ ଦାସ କରିଛନ୍ତି। ସେ ଓ ତାଙ୍କ ପରିବାର ଭୂଇଁ ଉପରେ ଚାଲନ୍ତି ନାହିଁ-। କେତେବେଳେ ଚାଲିବେ-ସୁବିଧା ସୁଯୋଗ କାହିଁ? ପାଇଖାନା ଘରେ ଚଟାଣ ଉପରେ ଦାମିକା କାର୍ପେଟ। ଶୋଇବା ଘରଠାରୁ ଆରମ୍ଭ କରି ଲିଫ୍ଟ ଦେଇ ଅବତରଣ କରିବାପାଇଁ ଯେଉଁ ଯେଉଁ ରାସ୍ତା ଅଛି ଓ ଯେଉଁ ଯେଉଁ ଘର ଦେଇ ଯିବାକୁ ହେବ, ସବୁଆଡେ଼ ବିଛାଯାଇଛି କାର୍ପେଟ। ଦୈବାତ୍ ମାଟି ସହିତ ଗୋଡ଼ର ସଂଯୋଗ ହୋଇଯିବ, ଏ ସୁଯୋଗ ନାହିଁ। ପ୍ରାସାଦ ଛାଡ଼ିଲେ ଗୋଡ଼ ଉଠିଯାଏ କାର୍ ଭିତରକୁ। ସେଠି ବି କାର୍ପେଟ ଓ ଗଦି। ଯାହା ଘରକୁ ଆଜ୍ଞାରାମ ଓ ତାଙ୍କ ପରିବାର ଭ୍ରମଣ ତଥା ସମାଜିକତା ରକ୍ଷାକରିବାକୁ ଯାଆନ୍ତି, ସେମାନେ ଆଗରୁ ଟେଲିଫୋନରେ ପଚାରି ବୁଝନ୍ତି ଗୋଡ଼ ତଳେ ମାଟି ଅଛିକି-ସେ ମାଟି ଉପରେ ଆବୃତ ରହିଛି ନା ନାହିଁ ଗଦି ବା କାର୍ପେଟ୍। ଅଧିକାଂଶ ସମୟ ସେମାନେ ବ୍ୟବସାୟ ଧନ୍ଦାନେଇ ଆକାଶଚାରୀ ହୋଇ ଥାଆନ୍ତି। ତେଣୁ ଆକାଶରେ ଉଡ଼ିବୁଲିଲାବେଳେ ମାଟି ବା କେଉଁଠୁ ଆସିବ? ଶରୀର ସେମାନଙ୍କର ମାଟି, ପାଣି ଓ ପ୍ରକୃତିର ସୁଷମାରୁ ଆବାଲ୍ୟରୁ ଦୂରରେ ରହିଲା-। ଶୀତଳ ପାଣିରେ ଜୀବାଣୁ ଥିବବୋଲି ସେମାନେ ପିଲାବେଳୁ ଗରମ ଜଳ ପିଅନ୍ତି ଓ ସ୍ନାନ କରନ୍ତି-। ତେଣୁ ହଠାତ୍ ଥଣ୍ଡାପାଣି ବାଜିଗଲେ ଶରୀରରେ କିଭଳି ରୋମାଞ୍ଚ ଆସେ, ସେମାନେ ଜାଣି ନାହାଁନ୍ତି। ଗରମପାଣି ନ ମିଳିଲେ, ସେମାନେ ତୃଷାର୍ତ୍ତ ହୋଇ ପଛକେ ଦିନ ଦିନ ରହିଯିବେ, ଥଣ୍ଡା ପାଣି ପିଇବେ ନାହିଁ। ବଡ଼ଲୋକ ଯେତେବେଳେ, ଗରମ ପାଣି ବା ମିଳିବ ନାହିଁ କାହିଁକି? ଭାରତବର୍ଷ ସାରା ତାଙ୍କର ହୋଟେଲମାଳା ରହିଛି। ପ୍ରତି ଜାତିର, ପ୍ରତି ଦେଶର ଖାଦ୍ୟ ସେଠାରେ ଚାହିଦା ମୁତାବକ ପରଷାଯାଏ। ଆଜ୍ଞାରାମ ଥରେ ଥରେ ସାଙ୍ଗସାଥୀଙ୍କୁ ନେଇ ଉଡ଼ିଯାଆନ୍ତି କେବଳ କାଶ୍ମୀରୀ ଖାଦ୍ୟ ଖାଇବାକୁ କାଶ୍ମୀରକୁ। କେବେ ବା ପ୍ରାଚ୍ୟ ଦ୍ଵୀପପୁଞ୍ଜରେ କେଉଁଠି ସୁସ୍ୱାଦୁ ଖାଦ୍ୟ କଅଣ ତିଆରି ହେଉଥିବ ଭାବି ଉଡ଼ାଯାହାଜରେ ବୁଲିଆସନ୍ତି। ହାତରେ ଛୁଇଁଲା ଭଳି ଏ ଦ୍ଵୀପଗୁଡ଼ିକ ତାଙ୍କୁ ଜଣାପଡ଼େ। ବ୍ୟୋମଯାନରେ ସେମାନଙ୍କର ଯିବାଆସିବା ଆମ ପକ୍ଷରେ ରିକ୍ସା ଭ୍ରମଣ ସହିତ ସମାନ। ଅନାୟାସେ ଆମେ ରିକ୍ସାକୁ ଡାକିବା ଭଳି, ଅନାୟାସେ ସେମାନେ ଉଡ଼ାଜାହାଜରେ ବସିଯାଆନ୍ତି, ଉଡ଼ିଯାଆନ୍ତି। ଆଜ୍ଞାରାମଙ୍କ ଶରୀର ଯଦି କୌଣସି ଆକସିଡ଼େଣ୍ଟ୍ରେ କ୍ଷତବିକ୍ଷତ ହୋଇଯାଏ, ହାତୀ ଜୀଇବା ବା ମରିବା ବିଚାର ଭଳି ତାଙ୍କ କଳେବରରୁ ଅତି କମରେ ଲକ୍ଷେ ଟଙ୍କାର ଜିନିଷ ବାହାରିବ। ମଥାଠାରୁ ତଳିପାଯାଏ ଭର୍ତ୍ତି ରହିଛି ଦାମିକା ପୋଷାକ ଆଭରଣ ଓ ସୁନା ତଥା ହୀରାର ଟାଇପିନ୍ ଠାରୁ ଆରମ୍ଭ କରି ଗୋଡ଼ର ଜୋତା ଯାଏ। ମାଇପିମାନଙ୍କର ଚଟି ଓ